ସେ ପ୍ରାୟ ଏଇମିତି ହେଉଛନ୍ତି ଆଜିକାଲି। '' ଦ୍ୱାର ଆଗରେ ଠିଆ ହୋଇ କହିଲା ରାମଶରଣ। ମି: ଚୌଧୁରୀ ସିଧା ସିଧା ଫେରିଲେ ବାହାରକୁ। ପଛେ ପଛେ ତାଙ୍କର ରାମଶରଣ ଆସୁଥାଏ। ସଦର ଦରଜା ପାଖରେ ପହଞ୍ଚି ମି: ଚୌଧୁରୀ ପଚାରିଲେ, ''ଆଚ୍ଛା, ରାମଶରଣ! କାଲି କ'ଣ ଚୋରୀ ହୋଇଥିଲା ଏଠି, ତୁମେ ତ ଜାଣିଥିବ? '' ରାମଶରଣ ଉତ୍ସାହିତ ହୋଇ କହିଲା-''ଏଇ ମାମୁଲି ଫଟୋଟାଏ ହଜୁର! ସେ ସେଇ ଭୂତର କାଣ୍ଡ। '' ''ତୁମର ଅନୁମାନ ଠିକ୍! ତେବେ ତୁମେ ମିସେସ୍ଙ୍କୁ କହିଦେବ ଚୋର ଧରିବା ଆମର କାମ, ଭୂତ ଧରିବା ନୁହେ। ଚୋର ହାତରୁ ସିନା ଆମେ ତାଙ୍କୁ ରକ୍ଷା କରିବୁ; କିନ୍ତୁ ଭୂତ ହାତରୁ ନୁହେଁ। ଭୂତ ପାଇଁ ଅବନୀବାବୁ ଯେ ଗୁଣିଆଁ ବ୍ୟବସ୍ଥା କରୁଛନ୍ତି, ସେଟା ଖୁବ୍ ଭଲ। ତା'ପରେ ମିସେସ୍ଙ୍କୁ ଜଗି ରଖି ସାବଧାନରେ ଚଳୁଥିବ। ତୁମେ ତ ଜାଣିବା ଲୋକ ଅଛ! '' କହିଲେ ମି: ଚୌଧୁରୀ। ''ହଜୁର, ହଜୁର''! ମୁରୁକି ହସି ମୁଣ୍ଡ ହଲାଉ ହଲାଉ କହିଲା ରାମଶରଣ। -ସାତ- ମି: ଚୌଧୁରୀ ନିଜ ବାସଭବନରେ ପହଞ୍ଚିଲା ବେଳକୁ ରାତି ପ୍ରାୟ ନଅଟା। ତାଙ୍କର ପ୍ରିୟ ସହକାରୀ ଶରତ୍ ଫେରି ନଥାଏ ସେତେବେଳଯାଏ। ଅବଶ୍ୟ ଟିକିଏ ଚିନ୍ତିତ ହୋଇ ପଡ଼ିଲେ ସେ ଏଥିରେ। ତଥାପି ତାଙ୍କର ବିଶ୍ୱାସ ଶରତ୍ ଦାୟିତ୍ୱବାନ, କର୍ମଠ, ବଳବାନ୍ ଓ କୌଶଳୀ; ବିପଦରୁ ଖସି ଆସିବା ପାଇଁ ସେ ସମର୍ଥ। ଆସୁ କେତେବେଳେ ଆସୁଛି! ପୁଝାରୀ ଇତି ମଧ୍ୟରେ ଖାଇବା ପାଇଁ ଦୁଇ ଥର ପଚାରି ଗଲାଣି; କିନ୍ତୁ ଶରତ୍ ଆସିନାହିଁ। ମି: ଚୌଧୁରୀ ତାଙ୍କୁ ହିଁ ଅପେକ୍ଷା କରି ବସିଛନ୍ତି-ନ ଖାଇ। ମିସେସ୍ ପାତ୍ରଙ୍କ ବିଚିତ୍ର ଭାବଭଙ୍ଗି ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା ତାଙ୍କ ମନରେ। କ'ଣ ଅଛି ଏମିତି ସେ ଫଟୋଟାରେ। ଚୋରୀ ବିଷୟ ଗୋପନରଖି ମିସେସ୍ ପାତ୍ର ଏମିତି କ୍ଷିପ୍ତ ହୋଇ ଉଠିଲେ କାହିଁକି-? ନାନା ପ୍ରକାର ସନ୍ଦେହ ଉଙ୍କି ମାରୁଥିଲା ତାଙ୍କ ମନରେ। ତଥାପି ସିଦ୍ଧାନ୍ତରେ ଉପନୀତ ହୋଇପାରୁ ନଥିଲେ ସେ। ଏଣେ ଶରତ୍ ଲୋକଟିର ପିଛା ନେଇ ଚାଲିଲେ। ସହରର ଗହଳି ରାସ୍ତା ଛାଡ଼ି ଲୋକଟି ନିରୋଳା ରାସ୍ତା ଧରିଲା। ଏପରି ରାସ୍ତାରେ ଜଣକୁ ଜଣେ ସନ୍ଧାନ କରିବା ଅବଶ୍ୟ କଷ୍ଟ-। ଧରାପଡ଼ିଯିବାର ସମ୍ଭାବନା ପ୍ରତି ମୁହୂର୍ତ୍ତରେ ଅଛି। ତଥାପି ମି: ଚୌଧୁରୀଙ୍କ ଚାଟ ସେଥିରେ ହଟିଯିବାର ପାତ୍ର ନୁହନ୍ତି। ଯଥେଷ୍ଟ ବ୍ୟବଧାନ ଆଉ ସତର୍କ ଦୃଷ୍ଟି ରଖି ସେ ଠିକ୍ ପିଛାନେଇ ବେଶ୍ ମାଇଲିଏ ଖଣ୍ଡେ ଅତିକ୍ରମ କରିଗଲେ। ଏଣିକି ରାସ୍ତା ନିର୍ଜନ। ସହରର କୋଳାହଳ କାହିଁ କେତେ ଦୂରରେ। ଖଣ୍ଡେ ଦୂରରେ ନିଘଞ୍ଚ ବନାନୀର ଅସ୍ପଷ୍ଟ ଛାୟା ଦିଶିଯାଉଛି। ସେହି ନିର୍ଜନ ରାସ୍ତାରେ ଆଗରେ କଳାଛାଇ ପରି ଲୋକଟି, ପଛରେ ସତର୍କ ଶିକାରୀ ଶରତ୍। ଖଣ୍ଡେ ବାଟ ଗଲାପରେ ଲୋକଟି ରାସ୍ତା ଛାଡ଼ି ରାସ୍ତା କଡ଼ରୁ ବଣ ଆଡ଼କୁ ଗଡ଼ିଲା। ଟିକିଏ ଦୂର ଗଲା ପରେ ଜଙ୍ଗଲ ଆରମ୍ଭ। ପ୍ରଥମେ ଛୋଟ ଛୋଟ ବୁଦି ବୁଦିଆ ଜଙ୍ଗଲ। ତା'ପରେ ଖାଲି କଣ୍ଟାବାଉଁଶର ଘନ ଜଙ୍ଗଲ। ଭିତରୁ ଆକାଶ ଦେଖିବା କଷ୍ଟ। ସେହି କଣ୍ଟାବାଉଁଶ ବୁଦା ଭିତର ଦେଇ ଏକଡ଼ ସେକଡ଼ ହୋଇ କେତେବାଟ ଗଲାପରେ ଆଗରେ ଖୁବ୍ ମିଞ୍ଜିମିଞ୍ଜି ହୋଇ ଆଲୁଅଟିଏ ଦେଖାଗଲା। ଶରତ୍ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଏ ଘନ ବନାନୀ ଭିତରେ ଆଲୁଅ କ'ଣ, ତା'ପରେ ଏ ଲୋକର ବା ଏଠି କାମ କ'ଣ? ଆଲୁଅକୁ ଲକ୍ଷ୍ୟ କରି ଯାଇ ଲୋକଟି ଖୁବ୍ ପାଖରେ ପହଞ୍ଚିଗଲା। ଶରତ୍ ମଧ୍ୟ ତା'ର ଖୁବ୍ ପାଖରେ ଥାଇ ପରିଷ୍କାର ଦେଖି ପାରୁଥାନ୍ତି, ଆଲୁଅଟା ଗୋଟାଏ ଛୋଟ କୁଡ଼ିଆ ଘର ଦୁଆରେ ଜଳୁଛି। ଲୋକଟି ଘର ଭିତରକୁ ପଶିଯିବା ସଙ୍ଗେ ସଙ୍ଗେ କବାଟଟା ଗୋଟାଏ ବିକଟ ଶବ୍ଦ କରି ବନ୍ଦ ହୋଇଗଲା। ହଠାତ୍ ଘରର ପାଖକୁ ଚାଲିଯିବାଟା ନିରାପଦ ନୁହେଁ ଭାବି ପାଖରେ ଗୋଟାଏ ଝଙ୍କାଳିଆ ବୁଦା ମୂଳରେ ଶରତ୍ ଲୁଚିଗଲେ। ସେଇଠୁ ସେ ପରିଷ୍କାର ଦେଖିପାରିଲେ ଦୁଆରଟାକୁ-। ଦୁଆରେ ଆଲୁଅଟା ଜଳୁଥାଏ ସେଇପରି। ଘର ଭିତରୁ କେତେଜଣ ଲୋକଙ୍କର ଖୁବ୍ ମୋଟା ଗଳାରେ ହସ ମଧ୍ୟ ଶୁଣାଯାଉଥାଏ। ପ୍ରଥମେ ଶରତ୍ର ମନରେ ଘର ନିକଟକୁ ଯିବା ସଙ୍ଗେ ସଙ୍ଗେ ଯେଉଁ ସନ୍ଦେହ ହେଉଥିଲା, ତାହାହିଁ ଅକ୍ଷରରେ ଅକ୍ଷର ସତ ହେଲା। ଠିକ୍ ଦୁଇମିନିଟ୍ ସମୟ ହେବ କି କ'ଣ, ଜଣେ ଲୋକ ବାହାରକୁ ଆସି ଆଲୁଅଟାକୁ ଭଲ କରି ଟିକେ ତେଜି ଦେଇ ଘରର ପଛ ଆଡ଼କୁ ଚାଲିଗଲା।